ନୀଳାମ୍ବର ବସିଚି ଏକ ଆରାମ ଚୌକୀରେ। ବୃଦ୍ଧାକାୟ ହାତ ଗୋଡ଼ ଥରୁଚି। ପାରାଲିସସ୍। ନୀଳାମ୍ବର ସହିତ ମୋର ବହୁ ଦିନର ପରିଚୟ। ସେ ସ୍କୁଲରେ ମୋ ସାଙ୍ଗରେ ପଢ଼ୁଥିଲା। କଲ୍ୟାଣୀ କହିଲା-ସଂପୂର୍ଣ୍ଣ ଭଲ ହୋଇଯାଇଥିଲେ-ପୁଣି ଏଇ ତିନିମାସ ହେଲା ବାହାରିଚି ଏ ରୋଗଟା। କଲ୍ୟାଣୀ ରୋଜଗାର କରି ପିଲାଙ୍କୁ ପାଠ ପଢ଼ାଏ, ପତିଙ୍କ ସେବା କରେ। କୃଷ୍ଣ ମୋହନ କେବେ କେବେ ଆସେକି ବୋଲି ପଚାରିଥିଲି କଲ୍ୟାଣୀ କି। କଲ୍ୟାଣୀ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇ କହିଥିଲା, ହଁ ଆସନ୍ତି! ଖାଲି ଆସନ୍ତି-ଯାଆନ୍ତି। କୃଷ୍ଣ ମୋହନ ପ୍ରକୃତରେ କଳା ପାଲଟି ଯାଇଚି। ମୁହଁରେ ଗୁଡ଼ାଏ ଦାଢ଼ୀ। ଅବିବାହିତ ସେ ଏଯାଏଁ। ଲୋପାମୁଦ୍ରା ଅନ୍ଧକାରର ଏକ ଆତ୍ମବାଣୀ। ଅନେକ କଥା ଚିନ୍ତା କରୁଛି ଲୋପାମୁଦ୍ରା। ଗରମ ନିଃଶ୍ୱାସର ଏକ ଭୟାର୍ତ୍ତ ପ୍ରବାହ ମଧ୍ୟରେ ଲୋପାମୁଦ୍ରା କେବଳ ଆବିଷ୍କାର କରୁଛି ନିଜକୁ ଅନୁଭବ କରୁଛି ନିଜର ସତ୍ତାକୁ। କିନ୍ତୁ ନାଁ ଆଉ ଭାବି ପାରୁନି ଲୋପାମୁଦ୍ରା। ବିଲୋଳିତ କେଶର ଅନ୍ଧକାର ସହିତ ଆତ୍ମିକତା ରକ୍ଷା କରି ରାତିର ଅନ୍ଧକାର ଘନିଷ୍ଠ ଭାବେ ମିଶିଯାଇଛି ଏକ ହୋଇ। ଏ ଦୁଇଟି ଅନ୍ଧକାରକୁ ଅଲଗା ଅଲଗା କରିବା କଷ୍ଟସାଧ୍ୟ। ତଥାପି ତଥାପି ଅନେକ କିଛି ବିଗତ ଆଉ ଅନେକ କିଛି ଭବିଷ୍ୟତ କଥା ଚିନ୍ତା କରୁଛି ଲୋପାମୁଦ୍ରା। ଏଇ ତେବେ ବୌଦ୍ଧିକ ନିର୍ବାଣ? ଏଇ ତେବେ ସଂଘର ଆତ୍ମକଥା? କାହାପାଇଁ ହେମାକାନ୍ତର ଏତେ ମମତା? ଏତେ ସ୍ନେହ? ଏତେ ଦରଦ? ଆଃ, ନାଁ ନାଁ ହେମକାନ୍ତ ଆଲୋକର ସନ୍ତାନ, ଅନ୍ଧକାର ସହିତ ସେ ମିଶି ପାରିବ କି। ''ଲୋପାମୁଦ୍ରା! '' ''କିଏ? '' ''ଏଁ, ତୁମେ କ'ଣ ମୋତେ ଚିହ୍ନି ପାରୁନାହିଁ ଲୋପାମୁଦ୍ରା? '' ''ଅନେକ ସମୟରେ ମଣିଷ ଚିହ୍ନିବାକୁ ସ୍ୱର ହାରମାନେ ପରା। '' ''ମୁଁ ହେମକାନ୍ତ ଆସିଛି ଲୋପାମୁଦ୍ରା! '' ହେମକାନ୍ତର ସ୍ୱର ସାମାନ୍ୟ ସ୍ପଷ୍ଟ ହୋଇଉଠିଲା। ''ହେମକାନ୍ତ! '' ଲୋପାମୁଦ୍ରାର କଣ୍ଠରେ ଏକ କରୁଣତାର ଝଙ୍କାର। ''କିନ୍ତୁ ଏ କ'ଣ ଲୋପାମୁଦ୍ରା? ଏ ଅନ୍ଧକାର କୋଠରୀ ମଧ୍ୟରେ ନିଃଶବ୍ଦରେ ବସି ତୁମେ କ'ଣ ଭାବୁଛ? '' ହେମକାନ୍ତ କପାଳରେ ଅସଂଖ୍ୟ ପ୍ରଶ୍ନବାଚୀର ଜ୍ୱଳନ। ନାଁ ନାଁ ମୁଁ ଭାବୁନି ହେମକାନ୍ତ, ତୁମେ ଚାଲିଯାଅ ମୁଁ ନିଜକୁ ଖୁବ୍ ଭଲକରି ଚିହ୍ନିନିଏ,ନିଜକୁ ଖୁବ୍ ଭଲକରି ଦେଖିନିଏ। ହେମକାନ୍ତର ମୁଖମଣ୍ଡଳରେ ଏକ ବିଶ୍ଳେଷଣର ତରଙ୍ଗ। ''ଓ ନିଜର ଫୁରନ୍ତ ଯୌବନକୁ ଦେଖିବା ପାଇଁ ମନରେ ଆଗ୍ରହ ଜନ୍ମିଛି ପ୍ରାୟ। ହିଁ ନିଜକୁ ନିଜେ ଦେଖି ସନ୍ତୁଷ୍ଟ ହେବାର ବୟସ ବି' ଆସେ। ବେଶ୍ ମନ ପୂରାଇ ନିଜକୁ ଦେଖିନିଏ। କିନ୍ତୁ ଏ ନିବିଡ଼ ଅନ୍ଧକାର ମଧ୍ୟରେ ତ' ତୁମେ ତୁମକୁ ଦେଖି ପାରିବନି ଲୋପାମୁଦ୍ରା। '' ସେହି ଅନ୍ଧକାର ମଧ୍ୟରେ ଥାଇ କରି କରି ହୋଇ ହସିଉଠିଲା ଲୋପାମୁଦ୍ରା। ବିଦ୍ରୂପ କରି କହିଲା-''ନାଁ ନାଁ ତୁମେ ଭୁଲ୍ କହୁଛି ହେମକାନ୍ତ! ଲୋପାମୁଦ୍ରା। ଯେ ସହସ୍ର ସୂର୍ଯ୍ୟଠାରୁ ତେଜୋମୟୀ ସହସ୍ର ଚନ୍ଦ୍ରଠାରୁ ଜ୍ୟୋତିମତୀ। ଅନ୍ଧକାର କ'ଣ ତା'ର ସୌନ୍ଦର୍ଯ୍ୟକୁ ବନ୍ଦୀ କରି ପାରିବ? '' ହେମକାନ୍ତର ମନ ଭିତରେ ସଂଖ୍ୟାଧିକ ବୃଶ୍ଚିକର ଦଂଶନ। ଅସ୍ଥିର ହୋଇ ହେମକାନ୍ତ କହିଲା-''କିନ୍ତୁ। '' ରୁଦ୍ର ବେଗରେ ଯୁକ୍ତି ଭିତରକୁ ଝାମ୍ପ ଦେଇ ଲୋପମୁଦ୍ରା କହିଲା-''ନାଁ ନାଁ.. ତୁମକୁ ମୁଁ ଆଘାତ ଦେଉନି ହେମକାନ୍ତ, କେବଳ ତୁମ କଥାର ଉତ୍ତର ଦେଉଛି। ତୁମେ ପର ଦିନେ ମୋତେ କହୁଥିଲ-ମୁଁ ସୂର୍ଯ୍ୟଠାରୁ ତେଜିୟାନ୍, ଚନ୍ଦ୍ରଠାରୁ ଜ୍ୟୋତିବାନ୍ ହେଲେ ଦେଖୁଛି ତ' ଆଜି ସାମାନ୍ୟ ଏ କୋଠରୀର ଅନ୍ଧକାର ମଧ୍ୟରେ ମୁଁ ବନ୍ଦିନୀ। '' ଏଥର ଉତ୍ତ୍ୟକ୍ତ ହୋଇ ପଦଚାରଣ କରୁଛି ହେମକାନ୍ତ। ''ଆଃ, ସବୁ କଥାରେ କେବଳ ପ୍ରତିବାଦ କଲେ ହୃଦୟର ଦିଆ ନିଆ ହୋଇପାରେ ନାହିଁ ଲୋପାମୁଦ୍ରା। ହୃଦୟ ଏଇ ମହାନ୍ ଆତ୍ମିକତାର କେନ୍ଦ୍ରଭୂମୀ। ଏକ ମହାନ୍ ମାନବିକତାର ପୀଠସ୍ଥଳୀ। '' ପ୍ରତିବାଦ କରୁଛି ଲୋପାମୁଦ୍ରା ''ମିଛ କହିଲ ହେମକାନ୍ତ। ଆଲୋକର ଝଲକରେ ଯେତେବେଳେ ମୋର ଗୌର ମାଂସପେଶୀ ଉପରେ ଲଘୁ ତରଙ୍ଗ ସୃଷ୍ଟି ହୁଏ, ସେତେବେଳେ ତୁମେ କ'ଣ ଆତ୍ମିକତାକୁ ବିଶ୍ଳେଷଣ କର?